ମିଶନାରୀର ଏକମାତ୍ର ପରିଚୟ ମିଶନାରୀ। କିନ୍ତୁ କୋହିମାର ପାହାଡ଼କୁ ଆସି ମୋହଭଙ୍ଗ ହୋଇଚି ପିୟର୍ସନଙ୍କର। କାଚବାସନ ଭଳି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଚି ତାଙ୍କ ମନର ଲଳିତ ମିଶନାରୀର ସଂଜ୍ଞାଟା। କଠିନ ଗଳାରେ ପିୟର୍ସନ କହିଲେ–କିନ୍ତୁ ଅପର ଧର୍ମ ଉପରେ ହାତ ଦେବାଟା କ'ଣ ଠିକ୍? ସେ ତ ଏକରକମ ସାମ୍ରାଜ୍ୟବାଦ। ସେ ସାମ୍ରାଜ୍ୟ ମଣିଷର ମନରେ। ନାଁ'–ସଂଯମକୁ ଆଉ ବନ୍ଦୀ କରି ରଖିବା ସମ୍ଭବ ନୁହେଁ। ଛଅ ରିପୁ ମଧ୍ୟରୁ ଗୋଟିଏ ମନ ମଧ୍ୟରେ ଉବେଇ ଟୁବେଇ ହୋଇଉଠିଲା। ଗର୍ଜନ କରି ଉଠିଲେ ବୃଦ୍ଧ ପାଦ୍ରୀ ମାକେଞ୍ଜି। କହିଉଠିଲେ–ସେସବୁ କଥା ଚିନ୍ତା କରିବା ତୁମର ଦରକାର ନାହିଁ ପିୟର୍ସନ! ନ ପୋଷଇଲେ ତମକୁ ଦେଶକୁ ପଠେଇ ଦିଆଯାଇପାରେ। ତୁମେ, ଜାଣୁଚି ଜଣେ ମହାବିପଜ୍ଜନକ ଲୋକ। ସାବଧାନ କରି ଦେଉଚି, ଏସବୁ ବ୍ୟାପାର ନେଇ ପାହାଡ଼ୀ ମଣିଷଗୁଡ଼ାକୁ ବିଷୋକ୍ତ କରନା। ଏହାର ପ୍ରତିକ୍ରିୟା ଖୁବ୍ ଖରାପ। ବ୍ରିଟିଶ ସରକାରଙ୍କ ପକ୍ଷରୁ ମଧ୍ୟ କ୍ଷତିକାରକ। ତୁମେ ପିଲାଲୋକ, ବୁଝିପାରୁନା। –ଧନ୍ୟବାଦ। ଚେଷ୍ଟା କରିବି ଆପଣଙ୍କ କଥା ଅନୁଯାୟୀ ଚଳିବା ପାଇଁ। ମନେ ହେଲା ମାକେଞ୍ଜିକୁ ଗୁଡ଼ାଏ ଶର ବିନ୍ଧି ଦେଇ ଚାଲିଗଲେ ପିୟର୍ସନ। ତାତ୍ସଲ୍ୟ–ବୁଲେଟ ଭଳି ଏଗୁଡ଼ାକ ଭାରି ମୁନିଆ, ତୀବ୍ର। ହଠାତ୍ କ'ଣ ଗୋଟାଏ ଶବ୍ଦ ଶୁଭିଲା। ହଳେ ବୁଟ୍ ଜୋତାର ସତର୍କ ଆବାଜ। କିଏ ଜଣେ ଯେମିତି ପଶି ଆସିଲା ଭିତରକୁ। ଓଃ ମିଃ ବସ୍ଓ୍ୱେଲ। ବସଓ୍ୱେଲଙ୍କ ମୁହଁରେ ଗମ୍ଭୀରତା। ଆଖି ଦୁଇଟାରେ କୁଟୀଳ ମେଘର ଛାୟାପାତ। ସାମନା ବେଞ୍ଚ ଉପରେ ବସିବା ପରେ କହିଲେ–ସାଘାଂତିକ ଖବର ଫାଦର! ସାରା ଭାରତବର୍ଷରେ ଆନ୍ଦୋଳନ। ଦ୍ୟାଟ୍ ଗାନ୍ଧି। ହାଫ୍ ନେକେଡ଼୍ ମ୍ୟାନ୍। ଲୋକଟା ଯାଦୁ ଜାଣେ। ଏକବାରେ ଭେଳିକି ଲଗେଇ ଦେଇଚି। ଭାରତ ମାଟିରୁ ବ୍ରିଟିଶ ରୁଲକୁ ଏକାବେଳକେ ଓଭରଥ୍ରୋ କରି ଛାଡ଼ିବ। ନେଟିବଗୁଡ଼ାକ ଭାରି କ୍ଷେପି ଉଠିଚନ୍ତି। –କି ସର୍ବନାଶ! ବର୍ତ୍ତମାନ ଖବର କ'ଣ? ଆପଣ ତ ପୁଲିସ ଅଫିସର। କ'ଣ କିଛି ଗଣ୍ଡଗୋଳ ହବ ନା କ'ଣ? ସ୍ମିତ ହସ ହସି ବସଓ୍ୱେଲ କହିଲେ–ସେଇଥିପାଇଁ ତ ଆସିବା କଥା। ଏ ଆନ୍ଦୋଳନକୁ କିପରି ମେସିନ୍ ଗନ୍ ମୁଖରେ ଉଡ଼େଇ ଦେବାକୁ ହୁଏ। ମୁଁ ଜାଣେ, ସାରା ଇଣ୍ଡିୟାର ଏଜିଟେସନ୍ ଦମନ କରିବାକୁ ଚାରି ଘଣ୍ଟାରୁ ବେଶି ସମୟ ଲାଗିବ ନାହିଁ। ଓନ୍ଲି ଇନ୍ ଡ଼ିସ୍କ୍ରି ମିନେଟ୍ ମେସିନଗନିଂ। ଯାଃ, ଯେଉଁ କଥା କହିବାକୁ ଆସିଥିଲି, ଭୁଲିଯାଇଚି। ଆପଣଙ୍କର କିଛିଟା ହେଲ୍ପ ଚାହେଁ। –ନିଶ୍ଚୟ, କ'ଣ ହେଲପ? ଯୁଦ୍ଧଫେରନ୍ତା ପୋଲିସ ସାହେବ ସେ। ମେସୋପାଟାମିଆ ଓ ପାନାମା କେନାଲ ଉପରେ ନିଜ ହାତରେ ସେ ବୁହାଇଛନ୍ତି ରକ୍ତର ନଦୀ। ମଣିଷର ଅପବାଦ ତାଙ୍କୁ କିଏ ଦେଇ ନ ପାରେ। ମଣିଷର ରକ୍ତରେ ପ୍ରଥମ ମହାଯୁଦ୍ଧ ତାଙ୍କ ମନରୁ ପୋଛିନେଇଛି ସମସ୍ତ ମମତାକୁ। ଠିକ୍ ବାଷ୍ପ ଭଳି। ମୁହଁଟା ଯେପରି ତାଙ୍କର ନଇଁଆସିଲା ମାକେଞ୍ଜିଙ୍କ କାନ ପାଖକୁ। ସ୍ୱୀକାର କରୁଛି ଫାଦର ଏଇ ହାଫ ନେକେଡ଼ ଗାନ୍ଧୀର କ୍ଷମତା ଅଛି ପ୍ରବଳ। ବଡ଼ ବଡ଼ ପାହାଡ଼ ଅତିକ୍ରମ କରି ଅସହଯୋଗର ଆନ୍ଦୋଳନ–ଢେଉ ଆସିପଡ଼ିଛି ଏଇ କୋହିମା ପାହାଡ଼ ଉପରେ। କିନ୍ତୁ ମୁଁ ବସଓ୍ୱେଲ! ଫାଷ୍ଟଗ୍ରେଡ଼ ଉୟାର ଦେଖିଛି ମୁଁ। ମୋ ହୃଦୟରେ ଦୟାନାହିଁ, ମାୟା ନାହିଁ। ଦରକାର ହେଲେ କଥାଗୁଡ଼ାକୁ ଅସମାପ୍ତି ରଖି ଗର୍ଜନ କରିଉଠିଲେ ବସଓ୍ୱେୟଲ। ଗୋଟାଏ ପାଖରେ ପଥରମୂର୍ତ୍ତି ଭଳି ଠିଆ ହୋଇରହିଛନ୍ତି ପିୟର୍ସନ। ସେଦିଗ ପ୍ରତି ତିଳେହେଲେ ଭ୍ରୁକ୍ଷେପ ନାହିଁ। ଆଶଙ୍କାରେ ଥର ଥର। ଥରି ଉଠିଲା ମାକେଞ୍ଜିଙ୍କ ଗଳା। –ଇୟେସ୍, ଗାନ୍ଧାର ନାଁ ମୁଁ ଶୁଣିଛି, ଲୋକଟା ସତରେ ଯାଦୁଜାଣେ, କିନ୍ତୁ ଏଇଠି କଣ ହୋଇଛି କହିଲେନି ଯେ– –ଯାହା ହେବାର ହୋଇଛି, ଏଇ ପାଗଳା ପାହାଡ଼ୀଗୁଡ଼ାକ ପର୍ଯ୍ୟନ୍ତ ସଚେତ ହୋଇଉଠିଛନ୍ତି। ଏଇ ଯେ ଛୋକରୀ ଗାଇଦିଲିଓ, ଦେଟ ମିନସ ଗାନ୍ଧୀ କଥାବା କହି, ସ୍ୱାଧୀନତା କଥା କହି ପାହାଡ଼ୀଗୁଡ଼ାଙ୍କୁ ଖୁବ୍ ମୁଠା ମୁଠା ହୋଇଉଠିଲା। ମନେ ହେଉଥିଲା ଯେମିତି ଗାଇଦିଲିଓର ମୁଣ୍ଡଟା ଗୁଣ୍ଡ ଗୁଣ୍ଡ ହୋଇଯାଉଛି ଏଇ ହାତମୁଠା ଦୁଇଟାରେ। ମୁଁ ଅବଶ୍ୟ ନଜର ରଖିଛି ଯେମିତି ସମତଳର କେହି ଲୋକ ଏ ଭିତରକୁ ଆସି ନ ପାରନ୍ତି। ଆପଣଙ୍କୁ କିନ୍ତୁ ଗୋଟିଏ କାମ କରିବାକୁ ପଡ଼ିବ। –କହନ୍ତୁ କାମ କଣ? –ଏଇ। ଗାଇଦିଲିଓର ଅନେକ ଫଲୋୟର, ଅନେକ ଭକ୍ତ।